ସେହି ଉଦ୍ଧତ ଲୋକଟିକୁ ତାକୁ ଭାରି ଭଲଲାଗେ। ସେହି ଅଦ୍ଭୁତ ମଣିଷଟିର ସ୍ନେହ ଅପେକ୍ଷା ତାହାର ହତାଦରକୁ ସେ ବେଶି ପସନ୍ଦ କରନ୍ତି। ଯେ ହତାଦର କରି ନ ଜାଣେ, ସେ ସ୍ନେହକରି ଜାଣିବ କୁଆଡ଼ୁ? ଏତିକି ଭାବନ୍ତି ବିଦ୍ୟୁପ୍ରଭା। ନା, ସେ ଲୋକଟା ଆଉ କେବେହେଲେ ଫେରିବ ନାହିଁ। ଯଦି ଏ ଜନ୍ମରେ ଆଉ କେବେ ସାକ୍ଷାତ ଘଟେ ସେ ନିଶ୍ଚୟ ତାକୁ କହିବେ, ''ମୁଁ ତୁମକୁ ମୋର ସର୍ବସ୍ୱ ବିନିମୟରେ ଭଲପାଏ। ମୋର ଅଜ୍ଞାତସାରରେ ମୁଁ ତୁମକୁ ମୋର ଦେହ, ମନ ଓ ହୃଦୟ ଅର୍ପଣ କରିଦେଇଛି। ତୁମେ ଯେ ମୋର କିଏ ତାହା ମୁଁ ଜାଣେନାହିଁ, ହୁଏତ ତୁମେ ଜାଣିଥିଲେ ଜାଣିଥିବ। '' ପୁଣି ମନକୁ ମନ ସେ ପ୍ରଶ୍ନ କରନ୍ତି ଯଦି ଏ ଜନ୍ମରେ ସେ ଲୋକଟା ସଙ୍ଗରେ ତାଙ୍କର ସାକ୍ଷାତ ନ ଘଟେ ତେବେ ଯେଉଁକଥା ତାଙ୍କର ନିଭୃତତମ ପ୍ରଦେଶରେ ସେ ସାଇତି ରଖିଛନ୍ତି ସେ କଥା କ'ଣ ଅକୁହା ହୋଇ ରହିଯିବ? ଗୋଟିଏ ଜନ୍ମରେ କ'ଣ ମଣିଷ ଜନ୍ମ ଶେଷ ହୋଇଯାଏ? ସେ ପୁଣି ଆଉଥରେ ସଂସାରକୁ ଆସେ ନାହିଁ କି? ପରଜନ୍ମରେ ଏହି ମଣିଷଟିକୁ ଯଦି ବିଦ୍ୟୁପ୍ରଭା ଆଉ କେଉଁଠାରେ ଦେଖନ୍ତି ସେ ନିଶ୍ଚୟ କହିବେ ଏହି ସୃଷ୍ଟିଛଡ଼ା ମଣିଷଟି ତାଙ୍କର ଦେହକୁ ଆଘାତ ଦେଇଥିଲା। ମନକୁ କ୍ଷତବିକ୍ଷତ କରିଥିଲା। ତାଙ୍କର ଗର୍ବର ଅଟ୍ଟାଳିକାକୁ ଭାଙ୍ଗିଚୂରି ଧୂଳିରେ ମିଶାଇ ଦେଇଥିଲା। ତଥାପି ଏହି ମଣିଷଟିକୁ ତାଙ୍କୁ ଭଲଲାଗେ ଓ ତାହାର ଛାତି ତଳରେ ଶୋଇରହି ନାରୀ ଜନ୍ମର ସାର୍ଥକତା ଉପଭୋଗ କରିବାକୁ ସର୍ବଦା ଲାଳାୟୀତା। ପରକ୍ଷଣରେ ସେ ଚମକି ପଡ଼ିଲେ। ସେ ଭାବୁଛନ୍ତି କ'ଣ? ସେ ଯେ ଗୋଟିଏ ରକ୍ଷଣଶୀଳ ହିନ୍ଦୁ ପରିବାରର କୁଳବଧୂ। ହିନ୍ଦୁରମଣୀ ଦୁନିଆରେ କିଛି ବୁଝେନାହିଁ। ସେ ପ୍ରେମକୁ କେବେ ଦେବତାର ଆଶୀର୍ବାଦ ବୋଲି ସ୍ୱୀକାର କରିବାକୁ ରାଜି ନୁହେଁ। ସେ କେବଳ ଜାଣେ ଏହି ଦେହଟା ଅପବିତ୍ର ହୋଇଗଲେ ତା'ର ସତୀତ୍ୱ ନଷ୍ଟ ହୋଇଯାଏ। ସେଥିପାଇଁ ଅଗ୍ନିଦେବତାଙ୍କୁ ସାକ୍ଷୀ ରଖି ଏହି ଦେହଟା ପାଇଁ ସେ ଘରସଂସାର କରେ ଏବଂ ଦେହଟା ଦେଇ ସ୍ୱାମୀକୁ ସନ୍ତୁଷ୍ଟ କରିଥାଏ। ସେହି ସୃଷ୍ଟିଛଡ଼ା ମଣିଷଟିପାଇଁ ଆଜି ତାଙ୍କର ସବୁ ନଷ୍ଟ ହୋଇଗଲା। ଯେତେ ଚେଷ୍ଟାକଲେ ମଧ୍ୟ ସେ ମଣିଷଟିକୁ ମୋଟେ ଘୃଣା କରିହୁଏ ନାହିଁ। କି ଅଦ୍ଭୁତ ସେ ମଣିଷଟା! ଏମିତି ମଣିଷ ପୁଣି ଦୁନିଆରେ ଅଛନ୍ତି? ତଥାପି ସେହି ଲୋକଟିର କଥା ଚିନ୍ତା କରିବାକୁ ବିଦ୍ୟୁପ୍ରଭାକୁ ଭଲଲାଗେ। ସେ ଲୋକଟାର କଥା ଯେପରି ସୃଷ୍ଟିଛଡ଼ା, ଚେହେରାଟା ମଧ୍ୟ ସେହିପରି ସୃଷ୍ଟିଛଡ଼ା। ଚାଲିଚଳନ ତହିଁରୁ ବଳେ। ଇସ୍, କେଡ଼େ ଜଘନ୍ୟ ସେ ଲୋକଟା। ଏମିତି ଲୋକକୁ ଦୟା ଦେଖାଇ ମଧ୍ୟ ହୁଏ ନାହିଁ। ଏମିତି କେତେ କ'ଣ ଭାବନ୍ତି ବିଦ୍ୟୁପ୍ରଭା। ସେ ଲୋକଟା ହନ୍ତସନ୍ତ କରି ତାଙ୍କୁ ମାରିବା ପାଇଁ କ'ଣ ଦୁନିଆରେ ଜନ୍ମ ହୋଇଥିଲା-? ମଣିଷ ଭିତରେ ଏମିତି ସୟତାନ୍ ମଧ୍ୟ ଅଛନ୍ତି? ଏହି କେତୋଟି ପ୍ରଶ୍ନର ସମାଧାନ ବିଦ୍ୟୁପ୍ରଭା ଆଉ ଏ ଜୀବନ ମଧ୍ୟରେ ଯେ କରିପାରିବେ ନାହିଁ ସେତିକି ତାଙ୍କର ଦୁଃଖ ରହିଗଲା। ସୁନା ପ୍ରତିମାର ଛାଇ ଏହି ଦୁନିଆରେ ସମସ୍ତଙ୍କର ଅଧିକାର ସମାନ। ସରିତା ନିଜର ଦାବି ନିଜେ ଯଦି ସାବ୍ୟସ୍ତ କରେ କିଏ ବା। କାହିଁକି ତାହାକୁ ଖରାପ ଭାବିବ? ଏହି ସରିତା ହେଉଛି ଭାଉଜ ବୋହୂଙ୍କର ଦୂରସମ୍ପର୍କୀୟା ଲେଖାଯୋଖା ଭଉଣୀ। ଟୁନୁର ଜନ୍ମଦିନଠାରୁ ଆମେ ଦୁହେଁ ଦୁହିଁଙ୍କୁ ଅତି ନିକଟରେ ପାଇଛୁଁ। କାହାରି ମନରେ କାହାରି ପ୍ରତି ଅବିଶ୍ୱାସ ନାହିଁ। ସରିତା ଯଥେଷ୍ଟ ଅପ୍ରଗଳ୍ଭା। ତା'ର ଆଖି ତଳେ ଫୁଟି ଉଠିଥାଏ ଅସ୍ୱସ୍ତିର ଦାଗ। ସେ ଜୀବନକୁ ଉପଭୋଗ କରିବାକୁ ଚାହେଁ, ମାତ୍ର ସେ ଖୋରାକ କେହି ତାକୁ ଯୋଗାଇ ପାରିନାହାନ୍ତି। ତଥାପି ଭାଉଜ ଭ୍ରାନ୍ତ ଧାରଣା ପୋଷଣକରି ସରିତାକୁ ତାରିଫ୍ କରି କହନ୍ତି, ''ସରିତା! ତୁ ସଂସାରରେ ସୁଖୀ। ପୂର୍ବରୁ ସୁକୃତି ନ ଥିଲେ ଏ ସୌଭାଗ୍ୟ କ'ଣ ସହଜରେ କାହାରି କପାଳରେ ଯୁଟେ? ସତରେ ତୋତେ ଦେଖିଲେ ମନରେ ହିଂସା ହୁଏ। '' ଭାବିଲି ହାୟ ଭାଉଜ! ତୁମେ ଦୁନିଆ କ'ଣ ବୁଝ? ଧନ, ଦୌଲତ, କୋଠା-ବାଡ଼ି, ଏହା ଯଦି ଦୁନିଆରେ ସବୁଠାରୁ ଲୋଭନୀୟ ବସ୍ତୁ ହୋଇଥାଏ ତେବେ ସରିତାକୁ ପଚାର, ସେ ଆଜି ବ୍ୟଥିତ ହୃଦୟରେ ଦୁନିଆକୁ ତର୍ଜମା କରି କହୁଛି ସୁନା ପ୍ରତିମାର ଛାଇ ମଧ୍ୟ କଳା। ସେ ଯେ କାହିଁକି ଏହା କହେ ତାହା ବୁଝିବାକୁ ଭାଉଜ ଚେଷ୍ଟା ମଧ୍ୟ କରିବେ ନାହିଁ।